ସେମାନଙ୍କର ମୁଣ୍ଡ ଭିତରେ ସେତେବେଳେ କେଉଁ ଅପମଣିଷଟା କାମ କରୁଥିଲା କେଜାଣି? ସେମାନଙ୍କୁ ଆମେ ଅସାମାଜିକ କହି କେବେହେଲେ କଥାଟାକୁ ଛିଣ୍ଡାଇ ଦେଇ ପାରିବା ନାହିଁ। ଗୋଟାଏ ଅସମାନ ସମାଜରେ ଆମେ ପ୍ରକୃତରେ କାହାକୁ ସାମାଜିକ ବୋଲି କହିବା ଏବଂ କାହାକୁ ଅସାମାଜିକ ବୋଲି କହିବା? ଯେଉଁମାନଙ୍କ ହାତରେ ଅର୍ଥ, ବିଦ୍ୟା, ବୁଦ୍ଧିବଳ ଓ ଶାସନ ଏକଚାଟିଆ ହୋଇ ରହିଛି, ସେମାନେ କ'ଣ ସମସ୍ତେ ସତକୁ ସତ ସାମାଜିକ-? ଭାରତବର୍ଷରେ ଅଧିକାଂଶ ମନୁଷ୍ୟଙ୍କର ହାତରେ ଏହିସବୁରୁ ପ୍ରାୟ କିଛିହେଲେ ନାହିଁ-। ଅଳପଙ୍କର ଜୁଲମରେ ତଥାକଥିତ ବ୍ୟବସ୍ଥାଟିଏ ଚାଲିଛି। ସେହି ଅଳପଙ୍କ ହାତରେ ସବୁଯାକ ରଜ୍ଜୁ ରହିଛି। ଶାସ୍ତ୍ର, ସାହିତ୍ୟ ସମସ୍ତେ ସେହିମାନଙ୍କର ବେହେରାପଣ ଖଟୁଛନ୍ତି। ସେହିମାନେ ହିଁ ହାତରେ ସୁନାଛାଞ୍ଚୁଣି ଧରି ଠାକୁରଙ୍କର ଦାଣ୍ଡରେ ଛେରାପହଁରା କରୁଛନ୍ତି। ତେଣୁ ଭୟାବହ ବାତ୍ୟାର ଏହି ଅସ୍ୱାଭାବିକ ପରିସ୍ଥିତିରେ ଅବଶ୍ୟ ବହୁ ପ୍ରକାରର ଅସ୍ୱାଭାବିକ ଆଚରଣ ହେବ ହିଁ ହେବ। ଲୁଟି ନେଲାବାଲା ରହିବେ, ଠକି ନେଲାବାଲା ରହିବେ, କମ୍ବଳଗୁଡ଼ିକ ଏରସମା ନଯାଇ କଟକରେ ଆଉ କାହା ଗୋଦାମକୁ ଯିବ ଏବଂ ସରକାରୀ କେତେ କେତେ ଅଫିସରଙ୍କର ଗୋଡ଼ ମଧ୍ୟ ସେହି ଖସଡ଼ାରେ ଖସି ଯିବା ସକାଶେ ବହୁ ସାହସପୂର୍ଣ୍ଣ ପ୍ରଶ୍ରୟମାନ ପାଇବ। ଖାଦ୍ୟ ବାଟମାରଣା ହେବ, ପାଣ୍ଠି ବାଟମାରଣା ହେବ। ତଥାକଥିତ ସ୍ୱାଭାବିକ ଅବସ୍ଥାଟିଏ ଆସିଗଲେ ଏସବୁ ହୁଏତ ମୋଟେ ରହିବନାହିଁ। ଅସାମାଜିକମାନେ ପୁନର୍ବାର ତୋଫା ସାମାଜିକଙ୍କ ଭଳି ଦେଖାଯିବେ। ଏକ ଦରିଦ୍ର ଦେଶରେ ବହୁବିଧ ଅନ୍ଧାରର ସୁଯୋଗ ନେଇ ଯେଉଁମାନେ ନିଜ ଭାଗ୍ୟର ଧଳା ଅଟ୍ଟାଳିକାମାନଙ୍କୁ ଗଢ଼ି ପାରିଲେ, ଏମାନେ କ'ଣ ସମସ୍ତେ ସାମାଜିକ? ଆମ ଭୁବନେଶ୍ୱରରେ ଅଣ୍ଡା ଭିତରୁ ବାହାରି ଯେଉଁମାନେ ଫୁଲି ଫୁଲି ଦିଲ୍ଲୀଯାଏ ପହଞ୍ଚିଗଲେ ଏବଂ ଆମର ନେତା ବୋଲାଇଲେ, ସେମାନେ ସମସ୍ତେ କ'ଣ ସାମାଜିକ ବୋଲି କୁହାଯାଇ ପାରିବ? ବର୍ତ୍ତମାନ ତ ଆମର ଏହି ବାତ୍ୟାବିଧ୍ୱସ୍ତ ଘରଟାକୁ ସାହାଯ୍ୟ କରିବା ନିମନ୍ତେ ଧାଡ଼ି ଧାଡ଼ି ଟ୍ରକ୍ ଛିଡ଼ା ହୋଇରହିଛି। ଦାତାମାନେ ଅବଶ୍ୟ କେତେକେତେ ବୁଦ୍ଧିକୁ କାମରେ ଲଗାଇ ସେଗୁଡ଼ିକୁ ଠୁଳ କରିଥିବେ। ତେଣୁ ଆମେ କିଞ୍ଚିତ୍ ପ୍ରକୃତିସ୍ଥ ହେବା ଏବଂ ଆଦୌ କିଛି ପଚାରିବା ନାହିଁ। ମାତ୍ର, ଅସଲ ଅନ୍ୟ ପ୍ରଶ୍ନଗୁଡ଼ିକୁ ଅଲବତ ପଚାରିବା। ସବା ଆଗ ନିଜକୁ ଅର୍ଥାତ୍ ପରସ୍ପରକୁ ହିଁ ପଚାରିବା। ଆମର ଏହି କାଳଟାକୁ ମଧ୍ୟ ପଚାରିବା। କାଳର ନିର୍ଦ୍ଧାରଣ କରୁଥିବା ଆମ ଭିତରର ସେହି କାଳପୁରୁଷକୁ ମଧ୍ୟ ପଚାରିବା। ଏହି ଦେଶ, ଏହି ସମାଜ ଏବଂ ଆମର ଭାଗ୍ୟକୁ ନଚାଇବାରେ ଲାଗିଥିବା ଏହି ବ୍ୟବସ୍ଥାଟା ଆଉ କୋଉ ପର୍ଯ୍ୟନ୍ତ ଚାଲିବ? ଆଉ କେତେଦିନ ଯାଏ ଆମେ ଢୋକେ ପିଇ ଦଣ୍ଡେ ଜୀଇବାର ଏହି ମହାମନ୍ତର ଭିତରେ ପଡ଼ି ରହିଥିବା-? ଭଗବାନଙ୍କୁ ବିବେକ ହୁଡ଼ି ପରମ ଦୟାଳୁ ବୋଲି କହୁଥିବା ଏବଂ ଏଣେ ନିଜ ଭିତରେ ଅମିତ ବଳସମ୍ଭାବନା ହୋଇ ଆମ ଭିତରେ ଅପେକ୍ଷା କରି ରହିଥିବା ସେହି ଅନ୍ୟ ନିକଟତର ଭଗବାନଙ୍କୁ ମୋଟେ ଚିହିଁବା ନାହିଁ ବୋଲି ପଣ କରି ରହିଥିବା? ଅସଲ ବଳ ହେଉଛି ମଣିଷର ନିଜ ଭିତରେ, ବଳୁଆ ଓ ବିଶ୍ୱାସୀ ମାନଙ୍କର ମେଳ ଭିତରେ, ପରସ୍ପରକୁ ସତୀର୍ଥ ସହଯୋଗୀ ରୂପେ ସ୍ୱୀକାର କରିନେବାରେ ଏବଂ ଆମେ ରାଜି ହେଲେ, କ୍ରିୟାଶୀଳ ହେଲେ ଆମରି ଦ୍ୱାରା ବହୁ ପରିବର୍ତ୍ତନ ଅବଶ୍ୟ ସମ୍ଭବ ହେବ ବୋଲି ଏକ ଦୃଢ଼ ପ୍ରତ୍ୟୟ ସହିତ ବାଟ ଚାଲିବାରେ। ଆମ ପୁରୋଧାମାନେ ଆମକୁ ସେହି ବଳ ଦେଇ ଆସିଥାନ୍ତେ। ମାତ୍ର ତାହା ନକରି ସେମାନେ ଆମକୁ ନାନା ଜାତିରେ ଭାଗ ଭାଗ କରି ରଖିଲେ, ବହୁ ପାହାଚରେ ସାନବଡ଼ କରି ରଖିଲେ ଓ ଭାଗ୍ୟବାଦ ଭିତରେ ଭକୁଆ କରି ରଖିଲେ। ପ୍ରଥମତଃ ସେହି କାରଣରୁ ହିଁ